ଛୋଟ ଶିଶୁ କାନ୍ଦୁଥିଲେ ତାକୁ ବୁଝାଇବା କନ୍ଦିବା ବନ୍ଦ କରିବା ଯେପରି କଷ୍ଟକର ନିଜର ଇନ୍ଦ୍ରୟଗୁଡ଼ିକୁ ବୁଝାଇ ଅଧୀନ କରିବା ସେହିପରି କଷ୍ଟକର। ଶିଶୁ ଯେପରି କିଛି ସମୟ ପରେ ବୁଝେ ନିଜଇନ୍ଦ୍ରିୟ ସେହିପରି କିଛି ସମୟ ପରେ ବୁଝେ। ଶିଶୁକୁ ବୁଝାଇବା ପାଇଁ କୌଶକ ଲୋଡ଼ା ବଳରେ ହୁଏ ନାହିଁ। ଇନ୍ଦ୍ରିୟଗୁଡ଼ିକୁ ବୁଝାଇବା ପାଇଁ ସେହିପରି କୌଶଳ ଲୋଡ଼ା। ଇନ୍ଦ୍ରିୟ ସହିତ ମନର ଘନିଷ୍ଠ ସମ୍ପର୍କ ଅଛି। ମନକୁ ବୁଝାଇଲେ ଇନ୍ଦ୍ରିୟ ବୁଝିଯିବ। ଇନ୍ଦ୍ରିୟଗୁଡ଼ିକର ବିଚାରଶକ୍ତି ନ ଥାଏ। ସେଗୁଡ଼ିକ ଦୁଃଖକୁ ସୁଖପରି ମଣନ୍ତି। ତେଣୁ ବିଚାରଶକ୍ତି ପ୍ରୟୋଗ ନ କରି ପ୍ରାଣୀମାନେ ପରିଣାମ ଦୁଃଖ ଦାୟକ ସୁଖରେ ମାତିଥାନ୍ତି। ଭାଗବତର ଏକାଦଶସ୍କନ୍ଧରେ ଅଛି ଜୀବ ଅଜ୍ଞାନ ଭାବ ଦେଖ ଦୁଃଖକୁ ମଣେ ମହାସୁଖ। ଇନ୍ଦ୍ରିୟଗୁଡ଼ିକ ସୈନ୍ୟ ମନ ସେନାପତି, ବିଚାରଶକ୍ତି ବା ବିବେକ ରାଜା। ରାଜା ଦୁର୍ବଳ ଥିଲେ ସୈନ୍ୟ ଓ ସେନାପତିମାନେ କେତବେଳେ ମାନନ୍ତି ଓ କେତେବଳେ ମାନନ୍ତି ନାହିଁ। ଏଣୁ ଆମର ଯେ କୌଣସି କାମ କରିବାକୁ ଗଲେ ବା ଯେ କୌଣସି ଉପଦେଶ ଶୁଣିବାକୁ ଗଲେ, ପ୍ରଥମେ ବିଚାରଶକ୍ତିର ସାହାଯ୍ୟ ନେବା ଉଚିତ। ଯଦି ଆମେ ଏହି ବିଚାରଶକ୍ତିର ସାହାଯ୍ୟ ବାରମ୍ବାର ଲୋଡ଼ିବା, ସେ ସବୁବେଳେ ଆମ ପାଖରେ ଜାଗ୍ରତ ଅବସ୍ଥାରେ ରହିବ ଏବଂ ଆବଶ୍ୟକ ପଡ଼ିଲେ ଗୋଟିଏ କାମରେ ବହୁତ ସମୟ ଲାଗିବ। ଏହି ବିଚାରଶକ୍ତି ସବୁ ମନୁଷ୍ୟଙ୍କଠାରେ ଓ ସବୁ ପ୍ରାଣୀଙ୍କଠାରେ ଊଣାଅଧିକେ ଥିବାର ଦେଖାଯାଏ। ସମସ୍ତେ କାମ କରିବା ପୂର୍ବରୁ ବିଚାରଶକ୍ତିର ଆଶ୍ରୟ ନେଇଥାନ୍ତି। ଚୋର ଚୋରି କରିବାକୁ ଯିବା ପୂର୍ବରୁ ବିଚାର କରେ, ମୁଁ କିପରି ଚୋରି କରିବି, କେହି ଦେଖିବେ ନାହିଁ, ପୁଣି ଯଥେଷ୍ଟ ଲାଭବାନ ହେବି। ପିଲା ଦୋଷ କରି ଦୋଷକୁ ଢାଙ୍କିବା ପାଇଁ ବିଚାରଶକ୍ତି ଦ୍ଵାରା ନାନାପ୍ରକାର ମିଥ୍ୟା ପ୍ରମାଣ ଦିଏ। ପ୍ରାଣିଜଗତରେ ତ ବର୍ବ୍ର ସର୍ବଦା ଜୀବନ ସଂଗ୍ରାମ ଲାଗିଛି। ଖାଦକ ଖାଦ୍ୟକୁ ଖାଇବା ପାଇଁ ଏବଂ ଖାଦ୍ୟ ଖାଦକ ହାତରୁ ରକ୍ଷା ପାଇବା ପାଇଁ ବିଚାରଶକ୍ତିର ଆଶ୍ରୟ ନେଉଛି। ବିଚାରଶକ୍ତି ଏହିପରି ସମସ୍ତଙ୍କ ଠାରେ ସ ସର୍ବଦା ରହିଛି ଏବଂ ଆବଶ୍ୟକ ବେଳେ କାମ କରୁଛି। ତା'ହେଲେ ବିଚାରଶକ୍ତିର ଲାଭ କାହିଁ? ମନକୁ ଚଞ୍ଚଳ କରିଗଲ। ତେଣୁ ବିଚାରଶକ୍ତିର ଆଲୋଚନା ଯାହା କରିଗଲ, ସେଥିରେ ଦୋଷ ରହିଗଲା। ଶରୀରର ବାହାରେ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିଏ ଯେପରି ଅଛି ଭିତରେ ଗୁଣ ଗୁଡ଼ିଏ ସେପରି ଅଛି। ଏ ସମସ୍ତଙ୍କର କାମ ହେଉଛି ଶରୀରକୁ ରକ୍ଷା କରିବା ଓ ଶରୀରର ସମ୍ମାନ ବୃଦ୍ଧି କରିବା। ଧରିନିଅ, ମନୁଷ୍ୟର ହାତ। ସମସ୍ତଙ୍କର ହାତ ସମାନ ପରିମାଣରେ କାମ କରୁନାହିଁ, କମ୍ ବେଶୀ କରୁଛି। ଏହାର କାରଣ ଯାହାର ହାତ ଯେତେ ଅଭ୍ୟସ୍ତ ହୋଇଛି ସେ ସେ ତେତେ ଭଲ କାମ କରୁଛି। ଦଶଜଣ ପିଲା ଏକ ସଙ୍ଗରେ ଲେଖା ଆରମ୍ଭ କଲେ, ପାଞ୍ଚ ବର୍ଷ ପରେ ଉକ୍ତ ଦଶଜଣଙ୍କର ହାତ ଅକ୍ଷର ସମାନ ହେବ ନାହିଁ। ସେ ଏଠାରେ ଅଭ୍ୟାସ ସମାନ ହେଲେ ସୁଦ୍ଧା ଯେଉଁ ପିଲାର ମନୋଯୋଗ ଓ ସାବଧାନତା ଯେତେ ଅଧିକ ତାର ଅକ୍ଷର ତେତେ ସୁନ୍ଦର ହେବ। ଶରୀର ଭିତରେ ମନ, ବୁଦ୍ଧି ଓ ବିଚାରଶକ୍ତି ଅଛି। ବିଚାରଶକ୍ତି ଯଦିଚ ସମସ୍ତଙ୍କ ଦେହ ଭିତରେ ଅଛି, ସମାନ ପରିମାଣରେ କାମ କରୁନାହିଁ। ଗୋଟିଏ କାମ ଆରମ୍ଭ କରିବା ପୂର୍ବରୁ ସେହି କାମର ଉପକାରିତା ଓ ଅପକାରିତା ବିଚାର କରିବାକୁ ପଡ଼େ। ଉପକାରିତା ଅଳ୍ପ ଥାଇ ଅପକାରିତା ବେଶୀ ଥିଲେ ସେହି କାମ ଛାଡ଼ିବାକୁ ହୁଏ। ଏ ଏପରି ଅନେକ କାମ ଅଛି, ଯାହା ଆରମ୍ଭରେ ସୁଖଦିଏ, ମଝିରେ ସୁଖ ଦିଏ କିନ୍ତୁ ଶେଷରେ ଭୟଙ୍କର ଦୁଃଖ ଦିଏ। ଯେଉଁ ଲୋକ କାମ ଆରମ୍ଭ କରନ୍ତି -